ଦୂରରୁ ଜଗାକୁ ଦେଖି ନୁଖୁରୀର ଦିହଟା ଶୀତେଇ ପଡ଼ିଲା–ମୋରି ପାଇଁ ଜାଗା ସିନା ଏତେ ମାଡ଼ ଖାଇଚି! ଲୋକଙ୍କର କଣ ଦୟାମାୟା ଟିକେ ହେଲେ ନାହିଁ–ଆମେ ତ ଆଉ କାହାରି କିଛି ହାନି କରିନୁ, ଆମ ଦିହ ଉପରେ କଣ ଆମର କିଛି ଦାବି ନାଇଁ– ଅରଣ୍ୟରୋଦନ ପରି ନୁଖୁରୀର ହୃଦୟଯନ୍ତ୍ର ଭିତରେ ଏଇ କେତୋଟି ସ୍ୱର ଛାଁ ଉଠି ଛାଁ ଛାଁ ମରିଗଲା। ସେ ମାଲୁମ କଲା, ଯେପରି ଦେବତାର ଏହି ପୁଣ୍ୟସ୍ଥଳୀର ଏହି ପବିତ୍ର ବରଗଛମୂଳେ ଯୁଗଯୁଗ ଧରି ଏହି ଅସୁରମାନଙ୍କ ଅସହନୀୟ ଅତ୍ୟାଚାର ଚାଲିଛି। ଅକଳନ୍ତି ସଖମ ଦେହ–ଦାବିର ପୁଞ୍ଜିଭୂତ ରୁଦ୍ଧି ନିଃଶ୍ୱାସରେ ପବନ ବିଷାକ୍ତ ହୋଇ ଯାଇଚି ନିଃଶ୍ୱାସ ତାର ବନ୍ଦ ହୋଇ ଆସୁଚି– ରାତି ଅଧ। ପଟାମୁଣ୍ଡାଇ କେନାଲ ପଶ୍ଚିମରୁ ପୂରୁବକୁ ବହି ଚାଲିଯାଉଚି। ତା'ର ବନ୍ଧ ଉପରେ ପଶ୍ଚିମମୁହାଁ ହେଇ ଆଗରେ ଯାଉଚି କଳୁଆ, ନୁଖୁରୀର ବଡ଼ଭାଇ, ପଛରେ ନୁଖୁରୀ। ଜଣାଯାଉଚି, ଯେପରି ସୃଷ୍ଟି–ଗତିର ବିପରୀତ ଦିଗରେ ସେମାନଙ୍କ ଆଭିଯାନ। ହଠାତ୍ ନୁଖୁରୀ ହାଲିଆ ହୋଇ ପଚାରିଲା–ଭାଇ, ଆଉ କେତେ ବାଟ–? –ଚାରିକୋଶ, ଦାରିଆ ପୁର ପଠାଣ ସାହି ଏଠିକି ଆହୁରି ଚାରିକୋଶ ବାଟ। ନୁଖୁରୀକି ଶୁଭିଲା, କିଏ ଯେମିତି କହୁଚି, ତା' କାନ ପାଖରେ,–ଏଇଠି, ଅତି ପାଖ– କୁଆଁପାଳ ପୋଲ ଆଗରେ କେନାଲ ଭିତରେ ଗୋଟାଏ ପାଣି ମାପର ଗଜଖୁଣ୍ଟ, ଚାରି କରଯାକ ତାର ଦଳବାନ୍ଧି ରହିଚି। ନୁଖୁରୀ ଅନେଇ ଦେଖିଲା ସତେ ଯେମିତି ଗୋଟାଏ ଡଙ୍ଗା ଉପରେ ବଇଚି ତାର ଜଗା, ପାଖରେ ଗୋଛାଏ ତଣ୍ଡି ଫୁଲ ଜମାକରି। ଆଉ ନୁଖୁରୀକି ହାତଠାରି ଡାକୁଚି। –ଆ, ଡେରି ହେଇ ଯାଉଚି–ଆ, ବେଗେ ଆ, ଏ ନରକରେ ଆଉ ରହିବାନି–ଆ, ଧାଇଁଆ– ନାଳ ପାଣିଟା ଯେମିତି ଦି' ଭାଗ ହୋଇଗଲା। କଳୁଆ ପଛକୁ ଅନେଇ ଦେଖିଲା ନୁଖୁରୀ ନାହିଁ। ଖାଲି ଗୋଟା ପାଣି ହାବୁ। ମାଡ଼ି ମାଡ଼ି ଆସୁଚି। ଜନପଦର ବାର୍ତ୍ତା ଉଦୁଉଦିଆ ଦିପହର ଖରାରେ ଦଖଣ୍ଡରା' ଘର ପାଳରୁ ଖାଲି ହାତରେ ଫେରି ଆସିବା ଦିନୁ ମାମଲତ୍କାର ବନ୍ଧୁ ମା'ନ୍ତିଙ୍କ ମୁଣ୍ଡରେ ଗୋଟିଏ ବିରାଟ ଇତିବୃତ୍ତର ଅଙ୍କୁରୋଦ୍ଗମ ହୋଇଚି-। ଭାବିଭାବି ତାଙ୍କର ପଲକ ପଡ଼ିଲାନି ତିନି ଦିନ। ଶେଷକୁ ଦିନେ ପହଞ୍ଚିଲେ ଗାଁର ଅନ୍ୟତମ ଜମିଦାର ସଦା'ନ୍ଦ ସାହୁଙ୍କ ଘରେ। ସବୁଠାରେ ତାଙ୍କର ସସମ୍ମାନ ଅବାରିତ ପ୍ରବେଶ। କିଛି କୁହା ବୋଲା ନ କରି ଗମ୍ଭୀର ଭାବରେ ଜମିଦାରଙ୍କ ଶିରସ୍ତାରୁ ପୁରୁଣା ଖତିଆନା ଗୋଟା ନେଇ ଖେଳେଇଲେ। ପ୍ରାୟ ଅଧ ଘଣ୍ଟା କି ପଇଁଚାଳିଶ ମିନିଟ୍ ଘଣ୍ଟାଘଣ୍ଟି ପରେ ସେ ଶକୁନି ହୋଇଥିବା ଗୋଟିଏ କୁରୁକ୍ଷେତ୍ରର ଛବି ମାନସ ପଟରେ ତାଙ୍କର ହଠାତ୍ ଖେଳେଇ ହୋଇଗଲା। ଗାଁର କେବଳ ଦଖଣ୍ଡରା' ଘର ଓ ତାଙ୍କ ବଂଶଟିକୁ ଛାଡ଼ି ତାଙ୍କର ଭାୟା ଉଦଣ୍ଡରା' ସମେତ ପଞ୍ଚୁ ସାହୁ ପକ୍ଷରେ ଯୋଗ ଦେଲେ। ତାହାର ପ୍ରଧାନ କାରଣ, ମାମଲତ୍କାର ବନ୍ଧୁ ମା'ନ୍ତିଙ୍କ ଫିକର, ହାତୀଦ୍ୱାରା ହାତୀ ଧରା ହୁଏ। ନ ହେଲେ ପ୍ରତାପୀ ଦଖଣ୍ଡରା'–ଘରକୁ ପାଲରେ ପକାଇବା ତ ମୁସ୍କିଲ୍, ପୁଣି ଫୌଜଦାରୀ କରିବ କିଏ ତାଙ୍କ ସାଙ୍ଗରେ। ମାତ୍ର ପାଁଶ'ଟଙ୍କା ବିନିମୟରେ ଦଖଣ୍ଡରା'ଙ୍କର କେତେକ ଭାୟା ଓ ଉଦଣ୍ଡରା'ଙ୍କୁ ମଧ୍ୟ କରଗତ କରିହେଲା। ଦିନେ ଶୁଭ ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହେଲା। ଦଖଣ୍ଡରା'ଙ୍କ ମୂଲିଆ ଓ ଲାଠିଆଳମାନେ ତୋଟାର ତିନିମାଣ ଜମିର ପ୍ରାୟ ଅଧିକାଂଶ ବେଉଷଣ କରି ଫେରିବାବେଳେ, ହେଲା ସଂଘର୍ଷ। ଚତୁର୍ଦ୍ଦିଗ ଲାଠିରେ ଲାଠିମୟ। ସବୁଆଡ଼େ ଲୋକାରଣ୍ୟ,